ପେଟରେ ପେଟେ ଦାନା ଭରି ସେ ଫେରି ଆସନ୍ତି ନାହିଁ-ସାଙ୍ଗରେ ସେ ଘେନି ଆସନ୍ତି-ଦୁଃଖ ଦୈନ୍ୟ, ଜରା ବ୍ୟାଧି, ମିଥ୍ୟା ପ୍ରବଞ୍ଚନା, ଚାଲାକି ଚଞ୍ଚକତା ଆଉ ଭଣ୍ଡାମି ଦ୍ୱାଚୋରି। ସେ ବୁଝି ପାରନ୍ତି ନାହିଁ ଦାନା ସେ ପଟରେ ନଥାଏ- ଥାଏ ଏ ପଟରେ। ସେ ଜାଣି ପାରନ୍ତି ନାହିଁ, କୋଉଁ ବାଗରେ ଏ ପଟ ଲୋକଙ୍କର ଦାନା ସେ ପଟ ଖାଇ ଦେଇଯାଉଚି। ଆପଣା ଧନକୁ ପର ହାତରେ ବଢ଼େଇ ଦେଇ ସେ ଯାଆନ୍ତି ତାଙ୍କରିଠୁ ଭିକ ମାଗିବାକୁ-ତାଙ୍କରି ଦୁଆରେ ହାତ ପାତି। ରାମ କହେ-''ନା-ନା-ଭୁଲ୍ ବୁଝିଛ, ପାଠର କି ଦୋଷ? ପାଠ ଆମକୁ ଆଲୋକ ଦେଇଛି-ପାଠ ଆମକୁ ଦୁନିଆର ସଭ୍ୟତା ସଙ୍ଗରେ ମିଶିବାର ସୁଯୋଗ ଦେଇଚି-ପାଠ ସଂସାରକୁ ଏକ ଗୋଷ୍ଠୀରେ ପରିଣତ କରିଛି-'' ଦୁଃଖୀ ପ୍ରତିବାଦ କରେ-''ହଁ ହଁ କରିଛି-ଖୁବ୍ କରିଛି-ଥୋକାଏ ପାଠୁଆ ଲୋକଙ୍କୁ ଏକ ଗୋଷ୍ଠୀ ଭିତରେ ରଖି-ସମସ୍ତେ ଏକ ହେବାର ଆଦର୍ଶ ଦେଖାଇ ସବଳକୁ ଦୁର୍ବଳ ଉପରେ ଅତ୍ୟାଚାର କରିବାର ସୁଯୋଗ ଦେବାପାଇଁ ଏକ ଗୋଷ୍ଠୀରେ ପରିଣତ କରିଛି। ରାମ କହେ-ଦୁଃଖୀବାବୁ, ରାଗିବେ ନାହିଁ-ଗୋଟେ କଥା କହିବି? ଦୁଃଖୀ କହେ-ରାମବାବୁ, ରାଗିବାର କିଛି କାରଣ ନାହିଁ-ରାଗିବି କାହିଁକି? ଆମେ ଯେଉଁ କଥାବାର୍ତ୍ତା ହେଉଚୁ ଏ କେବଳ କଥାର କଥା-କାମର କଥା ଆମେ କେହି କହୁ ନାହୁଁ। ଖାଲି କଥା କଥାରେ-ବାକ୍ ବିତଣ୍ଡାରେ ମୁଁ ରାଗି ଯିବିନା? ଏ କଳି ବା ଏ ଯୁକ୍ତି ଏଇ କଥା ଶେଷ ହେବା ସଙ୍ଗେ ସଙ୍ଗେ ସରିଯିବ। ତମେ ଯିବ ତମ କାମ କରିବାକୁ-ମୁଁ ଯିବି ମୋ କାମ କରିବାକୁ। କଥା ସାଙ୍ଗରେ କାମର କିଛି ସମ୍ପର୍କ ନଥିବ। ତେବେ ଏ କଥା ଉପରେ ରାଗିବା ଅନ୍ୟଥା ନୁହେଁ କି-? ''ଦୁଃଖୀବାବୁ, ମୁଁ କିନ୍ତୁ ଯାହା କହେ, ତା' କରେ। ମୁଁ କହୁଛି, ପାଠ ପଢ଼ିବା ଉଚିତ ଏବଂ ପଢ଼ୁଛି ମଧ୍ୟ। '' ''ହଁ ତା' କରୁଥିବେ-ପାଠ ପଢ଼ୁଥିବେ-କିନ୍ତୁ ଯେଉଁଥିପାଇଁ ପାଠ ପଢ଼ୁଛନ୍ତି ବୋଲି କହୁଛନ୍ତି ସେ ସବୁ କିଛି ହଉଛିକି ନାହିଁ କାହିଁକି ସନ୍ଦେହ ହୁଏ। ପାଠ ପଢ଼ି ଆମେ କ'ଣ ପ୍ରକୃତରେ ଆଲୋକ ପାଉଛୁ-ଦୁନିଆର ସଭ୍ୟତା ସାଙ୍ଗରେ ମିଶିପାରୁଛୁ-କିମ୍ୱା ସଂସାରକୁ ଏକ ଗୋଷ୍ଠୀରେ ପରିଣତ କରିପାରୁଛୁ? ମୋର ମନେ ହୁଏ ଆମେ ପାରୁ ନାହୁଁ। '' ''ମୁଁ ଠିକ୍ ସେଇ କଥା କହୁଥିଲି। ଆମେ ପାରୁ ନାହୁଁ କାରଣ ଅମର ପଢ଼ା ଠିକ୍ ଭାବରେ ହେଉ ନାହିଁ-ଆମେ ଗବେଷଣା କରି ପଢ଼ୁ ନାହୁଁ-ଉପରେ ଭାସି ଯାଉଛୁ। ସେଥିପାଇଁ ମୁଁ କହୁଥିଲି, ଯିଏ ପ୍ରକୃତ ଦେଶର କର୍ମୀ ହେବାକୁ ଚାହେଁ ତା'ର ଯଥେଷ୍ଟ ବା ଅଧ୍ୟୟନ ଦରକାର। ଆପଣ ପୃଥିବୀର ଅନ୍ୟ କୋଣରେ କ'ଣ ଘଟିଯାଉଚି ସେ ସବୁ ନ ଜାଣିଲେ, ତୁଳନା କରି ନ ଦେଖିଲେ ନିଜର ଅବସ୍ଥା ଠିକ୍ ଠିକ୍ ବୁଝିପାରିବେ। ନାହିଁ। କାରଣ ପୃଥିବୀର ଖୁବ୍ ଦୂର ଦେଶଗୁଡ଼ାକ ଆଗରୁ ଯେତେ ଦୂରରେ ଥିଲେ ଏବେ ସେତେ ଦୂରରେ ନାହାନ୍ତି ତ ଖୁବ୍ ନିକଟତର ହୋଇ ଗଲେଣି-ଖୁବ୍ ଜଡ଼ାଜଡ଼ି ହୋଇ ଗଲେଣି। ପ୍ରତ୍ୟେକର ପ୍ରଭାବ ପ୍ରତ୍ୟେକ ଉପରେ ପଡ଼ୁଛି-ପଡ଼ିବ-ଅବ୍ୟାହତି ନାହିଁ। '' ''ହେଇପାରେ, ମୁଁ ନିଜର ଅବସ୍ଥା ଆହୁରି ଭଲ ଭାବରେ ବୁଝିବି-ଆହୁରି ପରିଷ୍କାର ଦେଖି ପାରିବି, କିନ୍ତୁ ମୁଁ ନିଜର ଅବସ୍ଥାକୁ ଆଜି ଯେତିକି ଅଳ୍ପ ଭାବରେ ବୁଝିଚି, ସେତିକିପାଇଁ ତ ମୁଁ କାମ କରିସାରି ନାହିଁ-ସାରିବା ଦୂରର କଥା-କରିପାରୁବି ନାହିଁ। '' ''ଆପଣ କରିପାରିବେ ନାହିଁ। କାରଣ କୌଣସି